ଓଳିତଳ କଣ, ଗଛମୂଳ କଣ, ବାଟ ବରଣ୍ଡା କଣ, ସବୁଠାରେ ପଞ୍ଝା ପଞ୍ଝା ଲୋକ। କେଉଁଠି ଦଳେ ଓକିଲ ଚାରିପାଖରେ କାହିଁ ଦଳେ ମୋହରିର ଚାରିପାଖରେ କାହିଁ ବା ଦଳେ ଦଳେ ଅମଲା, ମାମଲତକାର ଚାରିପାଖରେ ଘେରଖାଇ ବୁଲୁଅଛନ୍ତି। ଗଛମୂଳରେ ପଞ୍ଝାଏ ଜଣକେତେ କଲମଖୋରଙ୍କୁ ବେଢ଼ି ବସିପଡ଼ିଅଛନ୍ତି। କଲମୀମାନେ ଆଣ୍ଠୁ ଉପରେ ଖଣ୍ଡେ ଖଣ୍ଡେ ପଇସିକିଆ କାଗଜ ବିବିଧ ଭାଙ୍ଗରେ ଭାଙ୍ଗି ଅଧିକ ଅର୍ଜନ ଆଶାରେ ଅତି ତରତରରେ ଆପଣାର ମୁଖର କଲମରେ ଚର ଚର ଗାରେଇ ପକାଉଅଛନ୍ତି। ବାରଣ୍ଡାରେ ଜଣେ ଜଣେ ମୋହରିର ମୟୂରପକ୍ଷିକଲମ କାନରେ ଖୋଷିଦେଇ ବେକାଏ ବେକାଏ କାଗଜ ହାତରେ ଧରି ଏ ଘର ସେ ଘର ଦୁଇ ତିନି ଅନୁଚର ସହ ପଶି ଯାଉଅଛନ୍ତି। ଆଗପଟରେ ଜଣକେତେ ଟରଣୀ ମଶାଣିରେ କୁଆ ଶାଗୁଣା ବା ଶ୍ୱାନ ଶୃଗାଳ ପରି ଲୋକଙ୍କୁ ଘେନି ଟଣାଓଟରା ଲଗାଇଅଛନ୍ତି। ଯାତ୍ରିଙ୍କି ଦେଖିଲେ ଅର୍ଥାଶୀ ପଣ୍ଡାପଢ଼ିଆରୀମାନେ ଯେପରି ଆଚରଣ କରନ୍ତି, ନୂଆ ମହକିଲ ଦେଖି ପଞ୍ଝାଏ ସେପରି ବ୍ୟବହାର କରିବାରେ କିଛିମାତ୍ର ତ୍ରୁଟି କରୁ ନାହାନ୍ତି। ଆଜି ବରଣ୍ଡାରେ କେତେଗୁଡ଼ିଏ ଉତ୍ତରୀୟବିହୀନ କୋଟ କାମିଜଧାରୀ ଏକବାଛିଆ ଲୋକ ଦଣ୍ଡାୟମାନ। କେହି ଛତ୍ରହସ୍ତ, କେହି ବେତ୍ରହସ୍ତ, କେହି ମସ୍ତକହସ୍ତ, କେହି ବା ପୁସ୍ତକହସ୍ତ, କେହି ଯଷ୍ଟିକର, କେହି ଘଟୀ-ଧର। କଚେରି ପଛପଟରେ ଗୋଟିଏ ବଟବୃକ୍ଷ ମୂଳରେ କେତେଗୁଡ଼ିଏ ଧବଳବସନା ମହିଳା ରଙ୍କ-ସଶଙ୍କ ନୟନରେ ଦଣ୍ଡାୟମାନା। ବରଣ୍ଡାରେ କେତେଗୁଡ଼ିଏ ମଫସଲୀ ସାକ୍ଷୀ ଦେଖଣାହାରୀ ରୁଣ୍ଡ ହୋଇ କଚେରିର ଗୋଟିକିଗୋଟି ବଖରା ନିଠେଇ ନିଠେଇ ଦେଖି ଗପି ଗପି ଅନ୍ୟମନସ୍କ ଭାବରେ ଯାଉଥିବା ବେଳେ ଜଜ୍ ସାହେବଙ୍କ ମିସଲର ଆଗଦ୍ୱାରଠାରେ ଚାପରାଶି 'ଚୁପ୍ଚୁପ୍' ହୁକୁମ ସହିତ ଧକ୍କା ଦେଇ ତଳେ ଗଡ଼ି ଯିବାକୁ କହୁଅଛି। ଏହି ସମୟରେ ଜ୍ୟେଷ୍ଠ କନିଷ୍ଠ ଜଣକେତେ ଓକିଲ ମୁଣ୍ଡରେ ପାଲା-ପଗଡ଼ି ବସାଇ ଦେଇ ବ୍ୟଗ୍ର ଭାବରେ ସେ ଘରେ ଲସରପସର ହୋଇ ପଶିଗଲେ। ପଛେ ପଛେ ସଙ୍କେତ ପାଇ ଫିଲିପ ବାବୁଙ୍କ ସଙ୍ଗରେ ସେହି ରୁଣ୍ଡୀଭୂତ ଦଳଟି ଗଡ୍ଡଳିକାପ୍ରବାହ ପରି ଗୋଟି ଗୋଟି ହୋଇ। ପ୍ରତି ତୁମ୍ଭେ ଯେଉଁ ପ୍ରେମ ଭାବ ରଖିଥିଲ, ତାହା ମୁଁ କେବେହେଁ ପାସୋରି ପାରିବି ନାହିଁ। ଏତିକିରେ ତୁମ୍ଭଠାରୁ ବିଦାୟ ନେଲି। ମୁଁ ତୁମ୍ଭର ପ୍ରେମପାଶବଦ୍ଧ ଜନମୋହନ। ପୁନଶ୍ଚ- ତୁମ୍ଭର ଉପନ୍ୟାସ ବହି ଦୁଇଖଣ୍ଡି ପରେ ପଠାଇଦେବି। ଜ. ମୋ. ପତ୍ରପାଠାନ୍ତେ ପ୍ରତିବାଦିର ଓକିଲ ଥରେ ଅପର ପକ୍ଷ ଓକିଲଙ୍କ ମୁହଁକୁ, ଥରେ ହାକିମଙ୍କ ଆଡ଼କୁ ଅନାଇ ଦୁଇ ତିନି ଥର ଅଧର ସ୍ଫୁରଣ ପରେ କହିଲେ, ''ହଜୁର! ଏ ପତ୍ରରୁ କୌଣସି ଚୁକ୍ତି ଥିବାର ଅନୁମାନ ହେଉ ନାହିଁ। ଅତଏବ ଏହି ପତ୍ରବଳରେ ବିବାହ ପ୍ରସ୍ତାବ ହୋଇଥିଲା ବୋଲି କହିବା ଅସଙ୍ଗତ ଅଟେ। ଆଉ ମଧ୍ୟ ମୋହର ମହକିଲ ବାଦିନୀ ସହିତ କୌଣସି ସମ୍ପର୍କ ଥିଲା ବୋଲି ସ୍ୱୀକାର କରି ନାହିଁ। '' ଅବଜ୍ଞାବ୍ୟଞ୍ଜକ ସ୍ମିତସହକାରେ ପ୍ରତିପକ୍ଷଙ୍କ ସେ ଯୁକ୍ତି ଶ୍ରବଣ କରି ଚୌଧୁରୀ ମହାଶୟ ଦୁଇ ତିନିଟା ବଡ଼ ବଡ଼ ଆଇନ ବହି ତରତରରେ ମେଲାଇ ପକାଇ କିଛିକ୍ଷଣ କଣ ମନେ ମନେ ଗୁଣି ଦୁଇ ତିନିଥର ଦୃଢ଼ତାବ୍ୟଞ୍ଜକ ତର୍ଜନୀ ନିର୍ଦ୍ଦେଶପୂର୍ବକ ମୁଖ ଉତ୍ତୋଳନ କଲେ ଏବଂ ହାକିମ ଆଡ଼କୁ ଚାହିଁ କ୍ଷଣିକ ସ୍ତିମିତଭାବରେ କହିଲେ,'' ହଜୁର! ଶେଷରେ ମୋହର କିଛି ବକ୍ତବ୍ୟ ଅଛି। ଅନୁମତି ହେଲେ ମୁଁ ଗୋଟିଏ ଶିଶୁ ସନ୍ତାନକୁ ଏଠାକୁ ଅଣାଇ ତାହାଦ୍ୱାରା ପ୍ରମାଣ କରାଇ ପାରିବି ଯେ, ଏହାଙ୍କର ବାଦିନୀ ସହିତ ପ୍ରକୃତ ପ୍ରଣୟ ଥିଲା। '' ବିସ୍ମୟସ୍ତିମିତ ନେତ୍ରରେ କେହି କେହି ଅଧୋବଦନରେ ଏହା ଶ୍ରବଣ କଲେ। ପ୍ରତିବାଦୀ ନୀରବ ହୋଇ କ୍ଷଣକ ପରେ ଆପଣା ଓକିଲଙ୍କୁ କଣ ସଙ୍କେତ କଲେ। ଓକିଲ ବାବୁ ଠିଆ ହୋଇ ବାଦୀ ପକ୍ଷର ଓକିଲଙ୍କ କଥାର ପ୍ରତିବାଦ କରି ଯୁକ୍ତିବଳରେ ତାହା ଖଣ୍ଡନ କରିବାକୁ ଚେଷ୍ଟା କଲେ। ମାତ୍ର ବୃଥା କାଳକ୍ଷେପ ଭୟରେ ହାକିମ ଆଉ ଓକିଲଙ୍କ ଯୁକ୍ତିତର୍କମୟ ବକ୍ତୃତାରେ କର୍ଣ୍ଣପାତ ନ କରି ମଧ୍ୟେ ମଧ୍ୟେ କଲମଟା ଅଧରୋଷ୍ଠ ମଧ୍ୟରେ ଚାପି ରାୟ ଲେଖିବାକୁ ଆରମ୍ଭ କଲେ। ପରିଶେଷରେ ସର୍ବସମକ୍ଷରେ ସେହି ରାୟ ପଠିତ ହୋଇ ସାରିବା ପରେ ସୁଖେ ଦୁଃଖେ ଏକେ ଏକେ ପ୍ରକୋଷ୍ଠ ତ୍ୟାଗ କଲେ ଏବଂ କ୍ଷଣକରେ ସେ ଗୃହ ବିରଳତାରକ ନିଶାନ୍ତକାଳ ପରି ଅଥବା ବକ୍ତୃତାନ୍ତସ୍ଥିତ ସଭାକକ୍ଷ ପରି ବିରଳ ଶୋଭା ଧାରଣ କଲା। ପାଠକମାନେ କେଜାଣି ଶୁଣିବାକୁ ଆଗ୍ରହୀ ଥିବେ, ଏଥିପାଇଁ ଆମ୍ଭେମାନେ ସେ ରାୟର ସାରାଶଂ ଏଠାରେ ପ୍ରକାଶ କରୁଅଛୁଁ।